ଜଣେ ନିଷ୍ଠାବାନ ଭକ୍ତ ଗୁରୁଶ୍ରଦ୍ଧାର ନିଦର୍ଶନ ସ୍ୱରୂପ ଅତ୍ୟନ୍ତ ନିର୍ମଳଚିତ ମୁଦ୍ରାରେ ସ୍ୱୟଂ କିଛି ରଚନା କରିଦେଇ ଏହାକୁ ଗୁରୁ ଲେଖିଛନ୍ତି କହି ଆପଣାକୁ ଧନ୍ୟ ମନେ କରିପାରେ, ସେଥିରେ ଆଦୌ କୌଣସି ସନ୍ଦେହର ଅବକାଶ ରହିବା ଅନୁଚିତ। ଏବଂ, ଏହିପରି ଏକ ସର୍ଜନାତ୍ମକ ଅତି-ଶ୍ରଦ୍ଧାରେ ସିଏ ଯେ କେତେବେଳେ ଗୁରୁଙ୍କ ମେଦିନୀ-ଦୃଷ୍ଟିଟି ମଧ୍ୟରେ ନିଜ ଦୃଷ୍ଟିଗୁଡ଼ିକୁ ଆଣି ଭର୍ତ୍ତି କରି ଦେଉଥିବେ, ସିଏ ନିଜେ ମଧ୍ୟ ସେହି କଥାଟିକୁ ଜାଣି ପାରୁନଥିବେ। ଭକ୍ତ ଅନେକ କ୍ଷେତ୍ରରେ ତାହା କରିପାରେ ଓ ସେଥିପାଇଁ ଆପଣାକୁ ଆଦୌ ଅପରାଧୀ ବୋଲି ଭାବିବା ନିମନ୍ତେ ଅବସର ହିଁ ପାଏ ନାହିଁ। ସନ୍ଥମାନଙ୍କର ଆବେଦନ ସର୍ବତ୍ର ସକାରାତ୍ମକ। ସେମାନେ ସର୍ବଦା ଉତ୍ତରୋତ୍ତର ଉପଲବ୍ଧିର କଥା ହିଁ କହିଛନ୍ତି। ମନୁଷ୍ୟମାନଙ୍କୁ ଅତି ସହଜ ଭାବରେ ସର୍ବଦା ପ୍ରଶସ୍ତତର ହୋଇପାରିବାରେ ନାନା ନିରାଟ କଥାମାନ କହିବାର ପ୍ରୟାସ କରିଯାଇଛନ୍ତି। ସୁଦୂର ଆଧ୍ୟାତ୍ମକୁ ଲୋକସ୍ତରକୁ ଅବତରଣ କରାଇ ଆଣିବାର ଆହ୍ୱାନ ଦେଇଛନ୍ତି। ତେଣୁ ପ୍ରଚଳିତ ବହୁ ବାହ୍ୟ ଓ ବହୁ କାତରତା ସହିତ ସେମାନଙ୍କୁ ଯୁଦ୍ଧ କରିବାକୁ ପଡ଼ିଛି। ମନୁଷ୍ୟମାନଙ୍କୁ ସେମାନେ ସେମାନଙ୍କର ଅଧ୍ୟାତ୍ମ ସମ୍ଭାବନା ଦେଇ ଦେଖିଛନ୍ତି ଏବଂ ତେଣୁ ଅଭ୍ୟସ୍ତ ବହୁ ଅପରାଧବୋଧରୁ ସେମାନଙ୍କୁ ମୁକ୍ତ ହୋଇ ଆସିବାର ବାର୍ତ୍ତା ଆଣି ଦେଇଛନ୍ତି। ସନ୍ଥସାହିତ୍ୟ ଯାବତୀୟ ଅର୍ଥରେ ଏକ ପ୍ରତିବାଦ ସାହିତ୍ୟ। ଅଚ୍ୟୁତାନନ୍ଦ ସମେତ ଓଡ଼ିଶାର ପଞ୍ଚସଖା ଜଗନ୍ନାଥ ଅନୁଷ୍ଠାନଟିର ମଧ୍ୟ ଏକ ଅଭିନବ ବାଖ୍ୟା ଆଣି ଦେଇଛନ୍ତି। ସ୍ଥାନୀୟ ଭୂଗୋଳ ପରିବର୍ତ୍ତେ ବ୍ରହ୍ମାଣ୍ଡ ଭୂଗୋଳର ଅବତାରଣା କରାଇଛନ୍ତି। ମୁଖ୍ୟତଃ ଏକ ବିଳାପଧର୍ମୀ ବ୍ୟଞ୍ଜନାର ଆବେଗ ସୃଷ୍ଟି କରୁଥିବା କେଶବ କୋଇଲିର ନୂତନ ବାଖ୍ୟା ପ୍ରଦାନ କରିଛନ୍ତି। ରାଜସମର୍ଥିତ ବୈଷ୍ଣବ ମାର୍ଗରେ ନୂତନ ସମ୍ପ୍ରସାରଣ ଯୋଗାଇ ଦେଇ ମନକୁ ସ୍ତୀରିବେଶ କରିବାର ଏକ ନୂଆ ଅବତାରଣାରେ ଆମର ଯାବତୀୟ ଆସ୍ପୃହାରେ ଏକ ନୂତନ ଡ଼େଣା ଆଣି ଯୋଡ଼ି ଦେଇଛନ୍ତି। ରାଜା ଦ୍ଵାରା ନିନ୍ଦିତ ହୋଇଛନ୍ତି। ଏବଂ, ଭୀମ ଭୋଇ ସତେ ଅବା ସେହି ଉତ୍ତରଣର ମାର୍ଗରେ ଆହୁରି କେତେ ପାଦ ଆଗକୁ ମାଡ଼ି ଯାଇଛନ୍ତି। ଓଡ଼ିଆ ସାହିତ୍ୟରେ ସତେଅବା ସବୁଠାରୁ ଅଧିକ ସାହସର ପରିଚୟ ଦେଇଛନ୍ତି। ତେଣୁ ଭାରତୀୟ ଅଧ୍ୟାତ୍ମ ଭିତରେ ମାଳିକାର ପ୍ରକୃତରେ ଏକ ଗୌଣ ତାତ୍ପର୍ଯ୍ୟ ମଧ୍ୟ କୌଣସିଠାରେ ନାହିଁ। ଭାରତବର୍ଷର ଶ୍ରେଷ୍ଠ ସତ୍ୟଦର୍ଶୀମାନେ ସେଥିଲାଗି ସର୍ବଦା ଚରୈବେତି ପକ୍ଷରେ ହିଁ ରହିଆସିଛନ୍ତି। ପୃଥିବୀର ମଣିଷମାନଙ୍କୁ ଭବିଷ୍ୟଭୀରୁ କରିବାର କୌଣସି ଚକ୍ରାନ୍ତ କରିନାହାନ୍ତି। ଦୁର୍ବିପାକ ଆସିବ, ଯିବ, ଉଦ୍ୟମ ନିରନ୍ତର ଜାରି ରହିଥିବ। ଘର ଭାଙ୍ଗିବ, ସମୁଦ୍ର ଆଡୁ ମାଡ଼ି ଆସୁଥିବା ଢ଼େଉ ଗୁଡ଼ାକୁ ଦେଖି ଏଥର ସବୁ ସରିଗଲା ବୋଲି କହିବାକୁ ଯାଉ ଯାଉ ଢେଉମାନେ ପଛକୁ ଚାଲିଯାଇଥବେ। ମଣିଷ ଚାଲିଥିବ, ସଭ୍ୟତାର ଏବଂ ସହୃଦୟତାର ନୂତନ ଶିଖର ଗୁଡ଼ିକୁ ଆରୋହଣ କରିବାରେ ଲାଗିଥିବ। ପଡୁ ପଡୁ ଉପୁଡୁ ଉପୁଡୁ ତଥାପି ଧାପେ ମାତ୍ର ଢ଼େଉକୁ ଭୂଇଁରେ ଲଗାଇଥିବା ଗଛମାନଙ୍କରେ ନୂଆ ପତ୍ରଗୁଡ଼ିକ କଅଁଳି ଆସୁଥିବାର ଦେଖି ବରାବର ମଣିଷ ପୁନର୍ବାର ଉଠି ଛିଡ଼ା ହେବ। ପୁନର୍ବାର ଘର ବାନ୍ଧିବ। ଖାଲି ପ୍ରକୃତି ସହିତ ନୁହେଁ, ବହୁ ଅବିବେକ ସହିତ ବି ଲଢୁଥିବ। ନିଜର ପୃଥିବୀଟିକୁ ସୁନ୍ଦରତର କରି ଗଢ଼ିବାରେ ଲାଗିଥିବ। ପୃଥିବୀ ବଦଳି ଯାଉଥିବ। ତଥାପି ମଣିଷର ସ୍ୱପ୍ନ ସରିଯିବ ନାହିଁ ବା ସଂକଳ୍ପ ହଟିଯିବ ନାହିଁ। ତା'ର ଗୌରବକୁ ବର୍ଣ୍ଣନା। କରି ନୂଆ ମାଳିକା ଲେଖା ହେଉଥିବ; ପୁରୁଣା ମାଳିକା ଗୁଡ଼ାକ ଅନାଇ ଥିବେ। ଦାନ୍ତ ନିକୁଟି